ଉଦ୍ ଜାନ ସବୁଠାରୁ ହାଲୁକା ମୌଳିକ ଓ ଏହାର ଏକ ପରମାଣବିକ ଅବସ୍ଥା ବିଶ୍ୱର ସବୁଠାରୁ ପ୍ରଚୁର ପରିମାଣରେ ମିଳୁଥିବା ମୌଳିକ ଅଟେ। ଏକ ସମ୍ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ଅଠେଇଶ୍ ଜୁଲାଇ ଦୁଇ ହଜାର ଅଠର ମସିହାରେ ହୋଇଥିଲା। ଏହି ସମୟରେ ଚନ୍ଦ୍ର ପୃଥିବୀର ଛାୟାପଥ ଦେଇ ଅତିକ୍ରମ କରିଥିଲା। ଦୁଇ ହଜାର ଅଠର ମସିହା ଜୁନ୍ ପନ୍ଦର ତାରିଖରେ ହୋଇଥିବା ଚନ୍ଦ୍ରଗ୍ରହଣ ପରେ ଏହା ପୃଥିବୀର ଛାୟାପଥରେ ଆସିଥିବା ପ୍ରଥମ ଚନ୍ଦ୍ରଗ୍ରହଣ। ଯେହେତୁ ଚନ୍ଦ୍ର ପୃଥିବୀର କକ୍ଷପଥରେ ଦୂରତମ ବିନ୍ଦୁରେ ଥିବାବେଳେ ଛାୟାପଥ ଅତିକ୍ରମ କରିଥିଲା ତେଣୁ ଏହି ଗ୍ରହଣ ଏକବିଂଶ ଶତାବ୍ଦୀର ସବୁଠାରୁ ବଡ଼ ଗ୍ରହଣ ଥି ହୋଇଥିଲା। ସମୁଦାୟ ଗ୍ରହଣ ସମୟର ପାଖାପାଖି ଏକ ଶହ ତିନି ମିନିଟ ରହିଥିଲା। ଚନ୍ଦ୍ର ପୃଥିବୀର ଛାୟାରେ ସମୁଦାୟ ଚାରି ଘଣ୍ଟା ରହିଥିଲା। ଏହି ଚନ୍ଦ୍ରଗ୍ରହଣଟି ଦୁଇ ହଜାର ଅଠର ମସିହାର ଜାନୁଆରୀ ମାସରେ ହୋଇଥିବା ଚନ୍ଦ୍ରଗ୍ରହଣ ପରେ ଦ୍ୱିତୀୟ ଚନ୍ଦ୍ରଗ୍ରହଣ। ଏହି ଗ୍ରହଣଟି ସମସାମୂହିକ ଭାବରେ ମଙ୍ଗଳ ଗ୍ରହର କକ୍ଷପଥରେ ଆସୁଥିବା ଗ୍ରହ ସହ ମଧ୍ୟ ହେବ। ଏହି ଗ୍ରହଣଟି ସମ୍ପୂର୍ଣ୍ଣ ଭାବରେ ପୂର୍ବ ଆଫ୍ରିକା ଏବଂ କେନ୍ଦ୍ରୀୟ ଏସିଆରେ ଦୃଶ୍ୟମାନ ହୋଇଥିଲା। ଏଥିସହିତ ଦକ୍ଷିଣ ଆମେରିକା, ପଶ୍ଚିମ ଆଫ୍ରିକା ଏବଂ ୟୁରୋପରେ ଏହା ଏହାର ଆରମ୍ଭ ଦୃଶ୍ୟମାନ ହେବା ସହ ପୂର୍ବ ଏସିଆ ଓ ଅଷ୍ଟ୍ରଲିଆରେ ଏହାର ଶେଷ ଦୃଶ୍ୟମାନ ହୋଇଥିଲା। ଯେତେବେଳେ ପୃଥିବୀର ଛାୟା ଦେଇ ଚନ୍ଦ୍ର ଗତି କରେ ସେତେବେଳେ ଚନ୍ଦ୍ରଗ୍ରହଣ ହୋଇଥାଏ। ଗ୍ରହଣର ଆରମ୍ଭରେ ପୃଥିବୀର ଛାଇ ପ୍ରଥମେ ଚନ୍ଦ୍ରକୁ ଆଂଶିକ ଅନ୍ଧକାର କରେ। ପରେ ଏହି ଛାୟା ଧୀରେ ଧୀରେ ବଢ଼ିବାକୁ ଲାଗେ ଏବଂ ଚନ୍ଦ୍ରର କିଛି କିଛି ଭାଗକୁ ଢାଙ୍କିବାକୁ ଲାଗିଥାଏ। ଚନ୍ଦ୍ରଗ୍ରହଣ ବେଳେ ଛାୟା ବଢ଼ିବା ସହିତ ଏହାର ରଙ୍ଗ ବଦଳି ଧୀରେ ଧୀରେ ନାଲି ଧୂସର ହୋଇଥାଏ। ଚନ୍ଦ୍ରଗ୍ରହଣ ବେଳେ ସୂର୍ଯ୍ୟାଲୋକ ନ ପଡ଼ିଲେ ବି ଚନ୍ଦ୍ର ସମ୍ପୂର୍ଣ୍ଣ ଅନ୍ଧକାର ଦେଖାଯାଏ ନାହିଁ। କାରଣ ସୂର୍ଯ୍ୟାଲୋକ ପୃଥିବୀର ବାୟୁମଣ୍ଡଳ ଦେଇ ଗତି କରୁଥିବାରୁ ସୂର୍ଯ୍ୟରଶ୍ମି ପ୍ରତିସରିତ ହୋଇ ଚନ୍ଦ୍ରର ଛାୟା ଶଙ୍କୁ ମଧ୍ୟ ଦେଇ ଯାଏ। ତେବେ ସୂର୍ଯ୍ୟାଲୋକ ପ୍ରତିସରିତ ହୋଇ ଚନ୍ଦ୍ର ପୃଷ୍ଠରେ ପତିତ ହେବାବେଳେ ଅପେକ୍ଷାକୃତ କମ୍ ତରଙ୍ଗ ଦୈର୍ଘ୍ୟ ବିଶିଷ୍ଟ ଆଲୋକ ରଶ୍ମି ଏଭଳି ପ୍ରତିସରଣ ବେଳେ ଚନ୍ଦ୍ର ପୃଷ୍ଠରେ ପହଞ୍ଚି ପାରନ୍ତି ଯାହାକି ମନୁଷ୍ୟ ଦୃଷ୍ଟିରେ ଇଷତ୍ ଲାଲ୍ ବର୍ଣ୍ଣ ଦେଖାଯାଏ। ଅତଏବ ଚନ୍ଦ୍ର ପୃଷ୍ଠ ସମ୍ପୂର୍ଣ୍ଣ ଅନ୍ଧକାର ନ ହୋଇ ଗ୍ରହଣ ବେଳେ ଇଷତ୍ ଲାଲ୍ ଦିଶେ। ଅର୍ଥାତ ପୃଥିବୀକୁ ଘେରି ଯଦି କୌଣସି ବାୟୁମଣ୍ଡଳ ନ ଥାଆନ୍ତା, ତେବେ ଚନ୍ଦ୍ରଗ୍ରହଣ ବେଳେ ଚନ୍ଦ୍ର ସମ୍ପୂର୍ଣ୍ଣ ଅନ୍ଧକାର ଦେଖାଯାଆନ୍ତା। ଉପରେ ଉଲ୍ଲେଖ କରାଯାଇଥିବା ଅନୁକରଣ ପୃଥିବୀର ଛାୟା ମାଧ୍ୟମରେ ଚନ୍ଦ୍ରର ଉପସ୍ଥିତିକୁ ଦର୍ଶାଉଛି। ପୃଥିବୀର ଛାୟା ମଧ୍ୟ ଦେଇ ପ୍ରବେଶ କଲାବେଳେ ଚନ୍ଦ୍ରରେ ବଦଳୁଥିବା ଅନ୍ଧାକାର ଓ ରଙ୍ଗକୁ ଦର୍ଶାଯାଇଛି। ଚନ୍ଦ୍ର ଉତ୍ତର ଗୋଲାର୍ଦ୍ଧ ପୃଥିବୀର ଛାୟା ଆଡ଼କୁ ନିକଟର ହୋଇଥାଏ। ଫଳରେ ଏହା ଅଧିକ ଅନ୍ଧକାର ହୋଇଥାଏ ଏବଂ ଅଧିକ ଲାଲ୍ ଦେଖାଯାଇଥାଏ।